ଚତୁର୍ଥ ପଞ୍ଚବର୍ଷୀୟ ଯୋଜନାକୁ ରୂପରେଖ ଦେବାକୁ ହେବ; କିନ୍ତୁ ମାସ ମାସ କାଳ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ। ଗତିବିଧିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ଦୁଇଜଣ ଯାହା ନିଷ୍ପତ୍ତି କରିବେ, ତାକୁଇ ସମସ୍ତେ ମାନନ୍ତୁ; ନ ହେଲେ ରାଷ୍ଟ୍ରପତି ଶାସନ ହେଉ, ଏହି ସୀମାରେ ନେତୃତ୍ୱ ପହଞ୍ଚି ଯାଇଛି। ଏହି ଅବସ୍ଥାରେ ପ୍ରତ୍ୟେକ ଦଳକୁ ନୂଆକରି ଚିନ୍ତା କରିବାକୁ ହେବ। ବିନୋବାଜୀ ମତ ପ୍ରକାଶ କରୁଛନ୍ତି ଯେ ନିର୍ଦ୍ଦଳୀୟ ଶାସନ ପ୍ରତିଷ୍ଠିତ ହେବା ଉଚିତ; କିନ୍ତୁ ନିର୍ବାଚନ ପ୍ରଥାରେ ନିର୍ଦ୍ଦଳୀୟ ଶାସନ ଗଠିତହେବା ସମ୍ଭବ ନୁହେଁ। ଏଣୁ ଦଳ ଦଳ ମଧ୍ୟରେ ବିଭେଦକୁ ଯେତେ କମ୍ କରି ଦିଆଯାଇ ପାରେ; ସେହି ଚେଷ୍ଟା ହେବା ଉଚିତ। ଯେଉଁ ଦେଶମାନଙ୍କରେ ପ୍ରତିନିଧିମୂଳକ ଶାସନ ଚାଲିଛି, ସେଠି ଦଳମାନଙ୍କ ମଧ୍ୟରେ ଯୋଗସୂତ୍ର ବରାବର ରହିଛି। ଦେଶର ବିକାଶ ପାଇଁ ଏହି ଯୋଗସୂତ୍ରର ଆଶ୍ରୟ ନେଇ ଏକାଧିକ ଦଳ ମିଶିଯାଇ ସୁରୁଖରୁରେ କାର୍ଯ୍ୟ କରୁଛନ୍ତି। କେବଳ ଇଂଲଣ୍ଡ ଓ ଆମେରିକାକୁ ଛାଡ଼ିଦେଲେ ଅନ୍ୟ ସବୁ ଗଣତାନ୍ତ୍ରିକ ଦେଶରେ ଏକାଧିକ ଦଳ ମିଶି ଶାସନ ବହୁକାଳ ଚଳାଇଛନ୍ତି। ଏପରିକି ସୁଇଡ଼େନ୍ରେ ରକ୍ଷଣଶୀଳ ଦଳ ଓ ସମାଜବାଦୀ ଦଳ ମିଶି ଆଜିକୁ ପ୍ରାୟ ପନ୍ଦର ବର୍ଷ ହେଲା ଶାସନ ଚଳାଇଛନ୍ତି। ଦେଶର ନିରାପତ୍ତା, ଦେଶର ଆର୍ଥିକ ବିକାଶ ଓ ଦେଶର ସଂଗଠନ ଏହାରି ପାଇଁ ନିର୍ବାଚନ ଓ ଏହାରି ପାଇଁ ଦଳ ଗଠନ। ଯଦି ମୂଳ ଉଦ୍ଦେଶ୍ୟ କୁଆଡ଼େ ପଛରେ ପଡ଼ିଯାଏ, କେବଳ ନିର୍ବାଚନ ଓ ଦଳ ଗଠନ ମୁଖ୍ୟସ୍ଥାନ ଅଧିକାର କରେ, ତେବେ ଦେଶରକ୍ଷା ସମ୍ଭବ ନୁହେଁ। ଭାରତର ଏ ଦୁର୍ବଳତା ଭାରତର ଶତ୍ରୁମାନେ ଜାଣନ୍ତି। ସାଲରେ ଚୀନ ଆକ୍ରମଣବେଳେ ଯେଉଁମାନେ ପେକିଂ ରେଡ଼ିଓ ଶୁଣିଥିବେ, ସେମାନେ ଜାଣିଥିବେ, କିପରି ଭାରତର ରାଜନୈତିକ ଓ ଆର୍ଥିକ ଦୁର୍ବଳତା ସେଠୁଁ ପ୍ରଚାର କରାଯାଉଥିଲା। ଦେଶର ଦାବି ବର୍ତ୍ତମାନ ଦଳଗୁଡ଼ିକ ଯେତେ ପାଖକୁ ପାଖକୁ ଆସନ୍ତୁ, ଦୂରେଇ ନ ଯାଆନ୍ତୁ। ଏ ଦିଗରେ କୌଣସି ଦଳକୁ ନେତୃତ୍ୱ ନେବାକୁ ହେବ। କଂଗ୍ରେସ ଯଦି ଏ ନେତୃତ୍ୱ ନିଏ, ତେବେ ସବୁଠାରୁ ଭଲ; କିନ୍ତୁ କୌଣସି କାରଣରୁ କଂଗ୍ରେସ ଯଦି ଏ ଦିଗରେ ନ ଆଗୋଉଛି, ତେବେ ସ୍ୱତନ୍ତ୍ର ଦଳ ଏହାର ନେତୃତ୍ୱ ନେବା ଉଚିତ। ସ୍ୱତନ୍ତ୍ର ଦଳର ଯେ ପ୍ରତିଷ୍ଠାତା ଓ ନେତା ଶ୍ରୀ ରାଜଗୋପାଳଚାରୀ, ସେ ଆଜି ଭାରତର ସମସ୍ତଙ୍କଠାରୁ ବୟସ୍କ, ତ୍ୟାଗୀ, ନିଷ୍ଠାପର ଓ ବୁଦ୍ଧିମାନ। ରାଜନୀତିରେ ତାଙ୍କଠାରୁ ବଳି ବର୍ତ୍ତମାନ କେହି ନାହିଁ। ତାଙ୍କର ପ୍ରଖର ଚିନ୍ତା କେଶାଗ୍ରକୁ ମଧ୍ୟ ଛିନ୍ନଭିନ୍ନ କରି ପରୀକ୍ଷା କରିପାରେ। ଦେଶର ବର୍ତ୍ତମାନ ଅବସ୍ଥାରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସ୍ଥିର କରି ସେ ସମସ୍ତଙ୍କୁ ଆଲୋଚନା ପାଇଁ ଆହ୍ୱାନ କରନ୍ତୁ। ମତବାଦର ଆଲୋଚନା ବହୁତ ହୋଇଗଲାଣି। ବାମ ଦକ୍ଷିଣ ସବୁ ମତବାଦ ଆଲୋଚନା କରି ଶେଷରେ କୌଣସି ମତବାଦ ପ୍ରତି କାହାରି ଆସ୍ଥା ରହୁନାହିଁ। ଏଣୁ ମତବାଦର ଆଲୋଚନା ନକରି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଆଲୋଚନା କରାଯାଉ ଓ କାର୍ଯ୍ୟକ୍ରମ ଉପରେ ଦଳମାନେ ଏକତ୍ର ହେବାର ଚେଷ୍ଟା। କରନ୍ତୁ। ଏହା ହେଲେ ସଂକଟରୁ ଉଦ୍ଧାର ମିଳିବ ବୋଲି ମନେହୁଏ। ଶୁକ୍ରବାର ଚିନ୍ତାଶୂନ୍ୟ ବକ୍ତୃତା କୋରାପୁଟ ଜିଲ୍ଲାରେ ସୁନାବେଡ଼ାରେ ଯେଉଁ ମିଗ କାରଖାନା ବସିଛି, ସେଠି ମିଗ୍ ବିମାନ ଇଞ୍ଜିନଟିଏ ତିଆରି ହୋଇ ନାସିକର ଅନ୍ୟ କାରଖାନାକୁ ଆନୁଷ୍ଠାନିକ ଭାବରେ ପଠାହେଲା। ଏ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁରୋଧା ହୋଇଥିଲେ ଓ ସୁନାବେଡ଼ା କାରଖାନା ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷା ଉତ୍ପାଦନ ଉପମନ୍ତ୍ରୀ